ସେ ସ୍ତ୍ରୀ ଲୋକଟି ଯେ ହେଉ ପଛକେ ଇଂଜିନିୟରଙ୍କ ପାଗଳୀ ପତ୍ନୀକୁ ଚିହ୍ନିବାକୁ ଆଉ ଡେରି ଲାଗିଲା ନାହିଁ ଲେଖକକୁ। କାରଣ ଗତ କେତେ ସମୟ ଧରି ପରଦା ଆଢ଼ୁଆଳରୁ ଯେଉଁ ଭୟଙ୍କର ଦୃଶ୍ୟ ଦେଖି ସେ କ୍ରମଶଃ ବିସ୍ମିତ ଓ ପରେ ଆତଙ୍କିତ ହୋଇ ଉଠିଥିଲା ସେ ଦୃଶ୍ୟ ମୂର୍ତ୍ତିମତି ହେଇ ବର୍ତ୍ତମାନ ଠିଆ ହୋଇ ପଡ଼ିଲା କୋଠରୀ ଭିତରେ। "ମତେ ରକ୍ଷା କର, ରକ୍ଷା କର ଏ ପଶୁ ହାତରୁ-", ଇଂଜିନିୟର ଦାସ୍ ସାହେବଙ୍କ ବିମର୍ଷ ସ୍ଥାଣୁ ମୂର୍ତ୍ତିକୁ ଆଙ୍ଗୁଠି ଦେଖେଇ ବିଚାରି ସ୍ତ୍ରୀ ଲୋକଟି ଚିତ୍କାର କରି ଉଠିଲା, ''ଏ ଧର୍ମଛଡ଼ା ମତେ ତା ସ୍ତ୍ରୀ ବୋଲି କହୁଛି। ମୁଁ ଯଦି ତା ସ୍ତ୍ରୀ ତେବେ ଏଇଟା କିଏ? " ନିଜ ପଣତ ତଳେ ବିଚାରି ଉଲଗ୍ନା ପାଗଳି ସ୍ତ୍ରୀ ଲୋକଟିକୁ ଯଥାସମ୍ଭବ ଘୋଡ଼େଇ ରଖିବାକୁ ଚେଷ୍ଟା କରୁଥିବା ମଧ୍ୟବୟସ୍କା ସୁନ୍ଦରୀ ଭଦ୍ର ମହିଳାଟିକୁ ବାରମ୍ବାର ଆଘାତ କରୁ କରୁ ଇଂଜିନିୟରଙ୍କ ପତ୍ନୀ ଅଭିଯୋଗ କୁଢ଼େଇ ଚାଲିଲେ। ସ୍ଥାଣୁ ଅବିଚଳିତ ମୂର୍ତ୍ତିଟିଏ ଭଳି ଇଂଜିନିୟର ଦାସ୍ ସାହେବ୍ ଚଉକି ଖଣ୍ଡିଏ ଉପରେ ବସିରହି ତଳକୁ ମୁହଁ ପୋତି ଦେଇଥିଲେ। କୋଠାରୀ ଭିତରେ ସେଇ ଭୌତିକ ବ୍ୟାପାର କେତେବେଳୁ ସେମିତି ଅଭିନୀତ ହେଲା ପରେ ପୁଣି ଥରେ ବାୟୁମଣ୍ଡଳ ଶାନ୍ତ ହୋଇ ଆସିଲା। ସ୍ତ୍ରୀ ଲୋକ ଦୁଇଟି ଘର ଭିତରକୁ ସେଇଭଳି ଭିଡ଼ା ଓଟରା ହେଇ ପଳେଇ ଗଲେ କବାଟ ବନ୍ଦ ହୋଇଗଲା ଧଡ଼ କରି ଓ ପରଦା ଆପଣାଛାଏଁ ଖସି ପଡ଼ିଲା ସେ ଭୟଙ୍କର ଦୃଶ୍ୟ ଉପରେ। ଅନେକ ବେଳ। ମୂକ ଭଳି ବସି ରହିବା ପରେ ଦାସ୍ ସାହେବ୍ଙ୍କ ମୂର୍ତ୍ତି ସାମାନ୍ୟ ହଲ୍ଚଲ୍ ହେବା ଦେଖି ଲେଖକ ସ୍ତମ୍ଭୀଭୂତ ଅବସ୍ଥାରୁ ମୁକ୍ତି ପାଇଲା ପରି ଚଉକି ଛାଡ଼ି ଉଠି ଠିଆ ହେଲା। ନିର୍ବାକ୍ ହୋଇ ସେ ସେ ସ୍ଥାନ ଛାଡ଼ି ବାହାରକୁ ବାହାରି ଆସିଲା। ଘର ପିଣ୍ଡାରୁ ଓହ୍ଲେଇ ମୁକ୍ତାକାଶ ତଳେ ଠିଆ ହୋଇ ସେ ପ୍ରଥମେ ରାସ୍ତାର ଅବସ୍ଥାକୁ କଳନା କରିବାକୁ ଲାଗିଲା। ତାପରେ ଏକାକୀ ରାସ୍ତାକୁ ଗୋଡ଼ ବଢ଼େଇବା ବେଳେ ପଛକୁ ଥରେ ଚାହିଁ ଦେବା ମାତ୍ରେ ସେ ଦେଖିଲା ଦାସ୍ ସାହେବ୍ ତାକୁ ଅନୁସରଣ କଲାପରି ତରବର ହେଇ ପିଣ୍ଡା ତଳକୁ ଓହ୍ଲେଇ ଆସୁଚନ୍ତି। ତାଙ୍କ ପାଇଁ ଭଦ୍ରତା ଖାତିରିରେ ଆଉ ଅପେକ୍ଷା କରିବ କି ନା ଏହିପରି ଦୋଦୋପାଞ୍ଚ ହଉ ହଉ ସେ ଆସି ପହଞ୍ଚି ଗଲେ ଲେଖକଟିର ପାଖରେ। "ଏକ୍ସକ୍ୟୁଜ୍ ମି-ମୋର ମନେ ହେଲା ଯେମିତି କି ଆଉ ପଦେ କଥା ଆମ ଭିତରେ ବାକି ରହିଗଲା-", କହିଲେ ସେ ତାଙ୍କର ସ୍ୱଭାବ ସୁଲଭ ଗମ୍ଭୀର ଅଥଚ ବ୍ୟଙ୍ଗାତ୍ମକ ନରମ କଣ୍ଠରେ-। ନ ଶୁଣିବା ଛଡ଼ା ଲେଖକର ଗତ୍ୟନ୍ତର ନ ଥିଲା। "ସେ ପାଗଳୀ ସ୍ତ୍ରୀ ଲୋକଟି ପ୍ରକୃତରେ ମୋ ସ୍ତ୍ରୀ ନୁହେଁ-" "ତେବେ? " ପୌରୁଷର ଶୁକ୍ଳପକ୍ଷର ଚନ୍ଦ୍ର ଖୁବ୍ ସ୍ପଷ୍ଟ ହୋଇ ଆକାଶର ମଧ୍ୟଭାଗରୁ କିଛି ବାଟ ତଳକୁ ଢଳି ପଡ଼ି ପୃଥିବୀକୁ ଚାହିଁ ହସୁଥାଏ ବା କାନ୍ଦୁଥାଏ କିଏ ଜାଣେ। ଶୀତଦିନ ହୋଇଥିଲେ ମଧ୍ୟ ରାସ୍ତାରେ ସାଧାରଣ ଲୋକେ ଫୁଙ୍ଗୁଳା ଦିହରେ ଚାଲିଥାନ୍ତି ଥୋକେ ଥୋକେ। ସମସ୍ତଙ୍କ କଥାବାର୍ତ୍ତାରୁ ସେଇ ଗୋଟିଏ ଆଲୋଚନା ସ୍ପଷ୍ଟ ବୁଝା ପଡ଼ୁଥାଏ,ଏ ବର୍ଷ ଶୀତ ନ ହେବାର କାରଣ, ସଂସାରରେ ଅଧର୍ମ ବ୍ୟାପିଯିବା ଇତ୍ୟାଦି। ଇଂଜିନିୟର ଦାସ୍ ସାହେବ୍ ଗୋଟିଏ ଲମ୍ବା ଦମ୍ ଭିତରକୁ ଟାଣିନେଲେ।